" ସ୍ତ୍ରୀ ଲୋକଟି ପ୍ରଶ୍ନ କଲା। "ସିଏ ସେଇ କଂସେଇର ସ୍ତ୍ରୀ। ଲୋକ କହନ୍ତି ସିଏ କୁଆଡ଼େ ଭାରି ସୁନ୍ଦରୀ। ଯିଏ ସେଇ ସୁନ୍ଦରୀ ସ୍ତ୍ରୀ ଆଡ଼କୁ ଥରେ ଅନେଇ ଦେଲା ତ, ତା'ର ଜୀବନ-ଦୀପ ଆର ଦିନକୁ ଜାଳିବା ପାଇଁ ଆଉ ବାକି ରୁହେନା। ଗଣ୍ଡି ମୁଣ୍ଡ ଦିଗଡ଼ ହୋଇ ଛିଣ୍ଡି ପଡ଼େ। " "ଆରେ, ତମେ ତ ଆଉ ସେମିତିକା କାମ କରିବନି, କ'ଣ କହୁଚ? " "ପଡ଼ିଶା ହେଇ ରହି ସେପରି କାମ କରିବା ତ ସୁନ୍ଦର ନୁହଁ। ଅନ୍ତତଃ ସାମାନ୍ୟ ଶିଷ୍ଟାଚାର ମାନି ଚଳିବାକୁ ପଡ଼ିବ। " ସ୍ତ୍ରୀ ଲୋକଟି ମୋ ସମ୍ପର୍କରେ କିଛି ଚିନ୍ତା କରିବା ପରି ଜଣାପଡ଼ିଲା। ତା'ପରେ ସେ କହିଲା। "ହୁଏତ ତମ ପକ୍ଷରେ ସେଠୁ ବୁଲିଯିବା ଭଲ ହବ। ତମେ ଯୁବକ ଲୋକ। " ଏହି ସମୟ ଭିତରେ ଘରର ଖୁବ୍ ନିକଟରେ ପହଞ୍ଚିଗଲୁ। ମୁଁ ପ୍ରଶ୍ନ କଲି। "ତୁମେ କଣ ଏଇ ପାଖ ଆଖରେ କେଉଁଠି ରୁହ? "ନିଶ୍ଚୟ। " ମହିଳାଟି ପୁଣି କହିଲା, "ମୁଁ ସେଇ ଖଲିପାର ସ୍ତ୍ରୀ। " "ତମେ! " ମୁଁ ବୋକା ପାଲଟିଗଲି। ଆଖି ଦିଟା ମୋର ଜଳକା ମାରିଗଲା। ଭିତରେ ଛାତିର ସ୍ପନ୍ଦନ ବନ୍ଦ ହୋଇଗଲା ଯେମିତି... କିଛି ସମୟ ପରେ ଦେଖିଲି, ମୁଁ ଏକାକୀ ରାସ୍ତା ଉପରେ ଠିଆ ହୋଇ ରହିଛି। ଭୟରେ ହାତଗୋଡ଼ ଲାଠି ମାରିଯାଇଚି, ଆଉ ସାରା ଦେହଟା ବୁଡ଼ିଯାଇଛି ଝାଳରେ। ଘରଆଡ଼କୁ ଆଉ ପାହୁଲେ ହେଲେ ଚାଲିବାକୁ ସାହସ କୁଳେଇଲାନି। ସେଇଠୁ ଫେରିପଡ଼ି ମୁଁ ଗୋଟିଏ ଛୋଟ କାଫେରେ ଯାଇ ପହଞ୍ଚିଲି। ସେହିଭଳି କାଫେରେ ଜମାଦାର ଆଉ ଟାକ୍ସି ଡ୍ରାଇଭର ସବୁ ଖିଆପିଆ କରନ୍ତି। ସେଇ କାଫେରେ ବସିପଡ଼ି ଲୋକମାନଙ୍କର ନାନା ପାଟିତୁଣ୍ଡ ଭିତରେ କିଭଳି ଭୀଷଣ ଅବସ୍ଥାରେ ଆସି ପଡ଼ିଯାଇଛି ସେଇ ଚିନ୍ତାରେ ବୁଡ଼ିଗଲି।... ମୁଁ ଯାହାସବୁ କହିଲି ସେ କଣ ଖଲିଫାକୁ କହିଦବ? ଏପରି ନିଷ୍ଠୁର ହବ ସିଏ? ମୋ ଭଳି ଗୋଟିଏ ନିର୍ମାଖୀ ଲୋକକୁ ହତ୍ୟା କରାଇଲେ ତାର ନିଜର କଣ ଲାଭ ହବ? ପେଟଟା ମୋର ଦିଫାଳ କରି ଚିରି ଦବ, ମୁଣ୍ଡଟା ଦିଖଣ୍ଡ କରି କାଟିଦବ... ଏହିପରି ମର୍ଯ୍ୟାଦାହୀନ ଘୃଣ୍ୟ ଅବସ୍ଥାରେ ମୋର ମୃତ୍ୟୁ ହେବ ଶେଷକୁ? ପୁଣି ଝାପ୍ସା ଆଶାର ସୂଚନା ପ୍ରକାଶ ପାଇଲା, ସେହି ସ୍ତ୍ରୀ ଲୋକଟି ମତେ ଯୁବକ ବୋଲି କହିଛି, ସତେ କହିନାହିଁ ସେ ଏ କଥା? କହିଛି, ତାହେଲେ, ମୋ ପ୍ରତି ଟିକେ ସହାନୁଭୂତି ରହିଛି ତା' ଅନ୍ତରରେ। କିନ୍ତୁ ତା ମଧ୍ୟ ଶୁଭଙ୍କର ନୁହେଁ। ଆମେ ସେଠି କଥା ହେଉଥିଲୁ, ହୁଏତ କେହି ଜଣେ ଦେଖିଥିବ, ଆଉ ଖଲିଫାକୁ ଜଣେଇ ଦବ ସେଇକଥା। ନା, ଏଭଳି ବିପଦ ଭିତରେ ମୁଁ ବର୍ତ୍ତମାନ ସେଠିକି ଫେରିଯିବାର ନିର୍ବୋଧତା କରିବିନି। ତାପରେ ସେଇ ଅପର୍ଛନିଆ କାଫେରେ ରହିବାକୁ ସ୍ଥିର କରି ରାତିକ ପାଇଁ ପାଞ୍ଚ ଶିଲିଂ ଭଡ଼ା ଦେଇ ଖଣ୍ଡେ ଖଟିଆ ଅକ୍ତିଆର କଲି। ଖଟିଆର ତେଲଚିକିଟା ମଇଳା ବିଛଣାରେ ପଡ଼ିପଡ଼ି ମୋର ଲୁଗା ଓ ଜାମାପଟା ମଇଳା ଆଉ ତେଲଚିକିଟା ଧରିବା ପର୍ଯ୍ୟନ୍ତ ସେଇ କାଫେରେ ମୁଁ କଟେଇ ଦେଲି କେତୋଟି ଅହୋରାତ୍ର। ଶେଷରେ ନିଜ ଜୀବନ ରକ୍ଷାର ଭାର ଭଗବାନଙ୍କ ଉପରେ ଛାଡ଼ି ଦେଇ ଦିନେ ଖଲିଫା ଘରେ ନଥିବା ବେଳେ ମୁଁ ପୂର୍ବର ବାସସ୍ଥଳୀକି ଫେରିଲି। କିନ୍ତୁ ଗଳି ମୁଣ୍ଡରେ ଆସି ପହଞ୍ଚିଛି କି ନାହିଁ, ଦେଖିବାକୁ ପାଇଲି ଯେ ଦଶଜଣ କଂସେଇ ଓ ଆଉ କେତେକ ଚେଲା କଂସେଇଙ୍କ ସାଙ୍ଗରେ କେତେ ପଡ଼ିଶାଲୋକ ଆମ ଘର ଆଗରେ ଜମା ହେଇ ରାଗରେ ତମ ତମ ହେଉଛନ୍ତି। ଜଣେ ଲୋକକୁ ପାଖରେ ପାଇ ଘଟଣା ପଚାରିଲାରୁ ସେ ଉତ୍ତର ଦେଲା, "ଖଲିଫାଙ୍କୁ ପୁଲିସ ଧରୁ ନେଇଯାଇଛି। " "ଓ... ଏ କଥା? ମୁଁ ଭାବିଲି, ସେ ହୁଏତ ଆଉ ଜଣେ ଲୋକକୁ ଆଜି ମାରିଦେଲା। " "ତା ହେଇଥିଲେ ଘଟଣାଟା ଖୁବ୍ ସହଜ ହେଇଥାନ୍ତା। " "କଣ ଘଟିଛି ତା ହେଲେ? " "କଂସେଇଖାନା। ବାହାରେ ଦିଟା ବାଛୁରି ଆଉ ଗୋଟାଏ ମଇଁଷି ହଣା ହେଇଛି ବୋଲି ପୁଲିସ ଧରି ପାରିଛି। " "ଓ! " "ସେଥିପାଇଁ ଖଲିଫାକୁ ଛ'ମାସ ଜେଲ ହେଇଛି। ଆଜି ମକଦ୍ଦମାର ରାୟ ବାହାରିଲା-। " "ଏତେ ଚଞ୍ଚଳ? " "ହବନି, ସାମରିକ ଆଇନ ଅନୁସାରେ ବିଚାର ହେଲା ଯେ।